: ତନୁ କଲେଜରୁ ଆଜି ଶୀଘ୍ର ଚାଲିଆସିଛି। ଚାଲି ଆସିନି ଯେ, ପଳାଇ ଆସିଛି ଭାଇନାକୁ କିପରି ମନ ଓ ମିଜାଜ ନେଇ ଫେରିବାର ଦେଖିବ ବୋଲି। ଅପରାଜିତାଙ୍କ ଆଖି ନେଇ ସେ ବି ଦେଖିଲା ଭାଇନାଙ୍କୁ। ଦେଖିଲା ଭାଇନାଙ୍କ ମନନଦୀରେ ଆନନ୍ଦର ଜୁଆର। ତାପରେ, ଟିକିଏ ଗମ୍ଭୀର ହୋଇ ଲାଗିଆସିଲା ଭାଇନାଙ୍କ ପାଖକୁ। ହାତରୁ ବ୍ୟାଗଟା ନେଉ ନେଉ କହିଲା ଆରେ ଏଇଟାକୁ ଏତେ ଝୁଲାଉଛ କାହିଁକି? ଯଦି ଏହା ଭିତରେ ଛୋଟ ଛୋଟ ବୋତଲ ଫୋତଲ ଥାଏ, ତେବେ ଭାଙ୍ଗିଯିବ ଯେ। ଖୁସି ହେଲେ କ'ଣ ଏପରି ହୁଅନ୍ତି? ଡାକ୍ତର ଭଉଣୀର ଆଖିରେ ଉପହାସର ସୂଚନା ପାଇ ଠିଆ ହୋଇପଡ଼ିଲେ। ଆଶ୍ଚର୍ଯ୍ୟ ହେଲେ ମଧ୍ୟ। ଭାବିଲେ ସେଠିକା ଖବର ଏମାନେ କ'ଣ ଜାଣନ୍ତି! ସେମାନେ ତ କାଲି ରାତିରେ ଆସିଛନ୍ତି। ମୁଁ ସକାଳୁ ଗଲି, ଆଉ ଏଙ୍କୁ ଖବର ଦେଲା କିଏ! ତନୁ ଥଟ୍ଟା କଲା ପରି ମନେହେଉଛି ନା, ବୋଧହୁଏ ଏମିତି। ଦୁଷ୍ଟଟାଏ ତ! ତନୁଶ୍ରୀ ଓଠ ଚିପି ହସି କହିଲା ଭାଇନା, ଏଇନେ ଯେଉଁ ଗୀତଟା ଗାଉଥିଲ, ସେଟା କି ଗୀତ ମ ? ଟିକେ ଜୋରରେ ଜୋରରେ ଗାଉନ। ମୁଁ ଶୁଣିବି। ସତରେ ମ ତୁମେ ଏଡ଼େ ସୁନ୍ଦର ଗୀତ ଗାଇପାର ବୋଲି ମୋତେ ମୋଟେ ଜଣାନଥିଲା। କେବେଠୁଁ ତୁମେ ଗୀତ ଶିଖିବାରେ ମନଦେଲଣି? ଆଖି ତରାଟି ମନୋରଞ୍ଜନ ଚାହିଁଥିଲେ ଭଉଣୀର ମୁହଁକୁ। କିନ୍ତୁ ଡାକ୍ତର ସେମିତି ଚାହିଁବାରେ ଆଜି ଆଉ ଡରିଗଲାନି ତନୁ। ଗେହ୍ଲାଳିଆ ଗଳାରେ କହିଲା କ'ଣ ଏମିତି ଚାହିଁଛ ମ ? ଗାଅନା ଟିକେ। ବୋମା ପରି ଫାଟି ପଡ଼ିଲେ ମନୋରଞ୍ଜନ। କହିଲେ"ଏଇ, ମୋତେ ରଗାନା କହୁଛି। ମୋର ଭୋକ ବେଳ, ମୁଁ ରାଗିଲେ ବିଶ୍ୱ ପ୍ରଳୟ କରିଦେବି। ତୁ ଜାଣିଛୁ ତ ମୁଁ କିଏ ବୋଲି?ତନୁ ଆଦୌ ବିଚଳିତ ହେଲାନି। କହିଲା ହଁ, ଜାଣିଛି ଯେ, ହେଲେ ଏଇଆ ବି ଜାଣେ ଯେ ଆଜି ଯେତେ ଯାହା କଲେବି ତୁମେ ମୋଟେ ମୋ ଉପରେ ରାଗିବନି। କାରଣ, ମନଟା ବହୁତ ଖୁସିଥିଲେ ମଣିଷ ଅତି ବଡ଼ ଅସହ୍ୟ କଥାକୁ ବି ସହ୍ୟ କରିଯାଏ। ଆଚ୍ଛା, କେମିତି ଦେଖିଲ କହିଲ? ଗୋରା ନା କଳା, ସୁନ୍ଦର ନା ଅସୁନ୍ଦର, ମୋଟା ନା ପାତଳୀ, ଡେଙ୍ଗୀ ନା ଗେଡ଼ୀ? ମୋଟ ଉପରେ ମନକୁ ତୁମର ପାଇଲା କି ନାହିଁ, ଶୁଣାଇଦେଲ ଟିକେ ଆଗ। ସେହି କଥା ଶୁଣିବା ପାଇଁ କେତେବେଳୁ ମୁଁ ଅପେକ୍ଷା କରି ବସି ରହିଛି। ଆକାଶରୁ ପଡ଼ିଲେ ଡାକ୍ତର। ଗଳାରେ ବିସ୍ମୟ ଭରି କହିଲେ କ'ଣ ଯେ ତୁ ଏସବୁ କହିଯାଉଛୁ, କିଛି ତ ବୁଝିପାରୁନି ମୁଁ। ତୋ ମୁଣ୍ଡ ଫୁଣ୍ଡ ଖରାପ ହୋଇଯାଇଛି କି? ଗାଲ ଫୁଲାଇଲା ତନୁଶ୍ରୀ। କହିଲା ମୋ କଥାର ଉତ୍ତର ଯଦି ତୁମେ ଏମିତି ଭାବରେ ଦିଅ, ତେବେ ସତରେ ମୋ ମୁଣ୍ଡ ଖରାପ ହୋଇଯିବ। କୁହନା, ମୌସୁମୀକୁ କିପରି ଦେଖିଲ? ମନକୁ ତୁମର ପାଇଲା ତ କୋଉ ମୌସୁମୀ? ଡାକ୍ତରଙ୍କ ଗଳାରେ ବିସ୍ମୟ। ତୁମ ମୌସୁମୀ। ପଛକୁ ଦୁଇହାତ ଘୁଞ୍ଚିଗଲା ତନୁଶ୍ରୀ। ଏଥର ଚିଡ଼ି ଉଠିଲେ ଡାକ୍ତର। ଆଖି ତରାଟି କହିଲେ ଏ, କ'ଣ ଫାଜିଲାମି ହଉଛି? ମୋ ମୌସୁମୀ କ'ଣ? ତୋର କ'ଣ ଗାଳି ଖାଇବାକୁ ଇଚ୍ଛା ହଉଛି? ଯା, ପଳା ଏଠୁ କହୁଛି। ହଁ ଯିବି ଯେ ତନୁ ଗଳାରେ ଅଭିମାନ। ତଥାପି ସେ ଅନୁନୟ କଲା, କୁହ ଟିକିଏ, କେମିତି ଦେଖିଲ ତାକୁ। ସେଇଠି ଗୋଟାଏ ଚେୟାରରେ ବସିପଡ଼ିଲେ ଡାକ୍ତର। କହିଲେ, କହିଲୁ ଆଗ, ସେମାନେ ଆସିଛନ୍ତି ବୋଲି ତୁ କିପରି ଜାଣିଲୁ? ପଅରଦିନ ଆମେ ପରା ଯାଇ ଶୁଣି ଆସିଥିଲୁ ସେମାନେ ଆସିବେ ବୋଲି। ତନୁଶ୍ରୀ ଓଠରେ ଦୁଷ୍ଟାମି ଭରା ହସ। ଅବାକ ହେଲେ ଡାକ୍ତର। କହିଲେ କାହିଁ, ମୋତେ କିଛି ତ କହିନୁ? ଓଠ ଚିପି ହସିଲା ତନୁଶ୍ରୀ। କହିଲା ମଲା, ମୁଁ କିମିତି ଜାଣିବି ମ, ଏକଥା ଜାଣିବାକୁ ତୁମ ଭିତରେ ଏତେ ଆଗ୍ରହ ଅଛି ବୋଲି! ମୋତେ ଆଗରୁ କହିଲନି ଯେ 'ତନୁ, ତୁ ସେଠାକୁ ଯାଇ ଯାହା ଯାହା ଶୁଣିବୁ, ଘରକୁ ଆସି ଗୋଟି ଗୋଟି କରି ସବୁ ମୋତେ କହିବୁ। ଡାକ୍ତରଙ୍କ ଶ୍ୟାମଳ ମୁହଁରେ ଗୋଲାପି ଆଭା। ଅପୂର୍ବ ଦେଖାଯାଉଥିଲା ସେ ମୁଖଶ୍ରୀ। ଡାକ୍ତର କୃତ୍ରିମ କ୍ରୋଧ ପ୍ରକାଶ କରି କହିଲେ ଫାଜିଲ୍ଟା। ତା'ପରେ ତରତର ହୋଇ ଚାଲିଯାଉଥିଲେ ଘର ଭିତରକୁ।